ସାହିତ୍ୟ ଥିଲା ରାଜାଙ୍କର ଆଶ୍ରିତ। ତେଣୁ ସେଥିରେ ସମାଜର ଚିତ୍ର ଯାଇପାରିଲା ନାହିଁ। କାରଣ ସମାଜର ଚିତ୍ର ଆଙ୍କିଲେ ରାଜାଙ୍କର ରୂପ ମଉଳିଯିବ। ଏବେ ସାହିତ୍ୟ। ହେଲା ରାଜନୀତିର ଆଶ୍ରିତ। ତେଣୁ କ୍ଷମତାସୀନ ଦଳର ଛବିକୁ ପୃଷ୍ଠଭୂମିରେ ଠିକ୍ ଗୋଲାପୀ ଢାଞ୍ଚାରେ ରଖି ସମାଜର ଚିତ୍ର ଆଙ୍କି ହେବ ନାହିଁ। ତାହାହେଲେ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀମାନେ ଓ ପ୍ରଧାନମନ୍ତ୍ରୀ ସାହିତ୍ୟ ଭିତରୁ ସୁବିଧାବାଦୀ ସ୍ରଷ୍ଟାଙ୍କୁ ଅଲଗା କରି ପୋଷପାଳ କରିବାକୁ ବାଟ ରଖୁଛନ୍ତି। ହେଇପାରେ ଏଇଟା ଶାସନର ଫନ୍ଦି, ଫନ୍ଦା ଓ ଜନ୍ତା। କିନ୍ତୁ ଏଥିରେ ବିଚରା କେଇଟି ଯାଇ ଧରା ହେଉଛନ୍ତି କ'ଣ ବୌଦ୍ଧିକତା ପାଇଁ? ସେମାନେ କେହି ତ ସ୍ପଷ୍ଟ ଭାବରେ ସ୍ୱୀକାର କଲେ ନାହିଁ ଯେ ଶାସନକଳ ବିଷୟରେ କୌଣସି ଆକ୍ଷେପ କରିବୁ ନାହିଁ ବୋଲି ମନ ଭିତରେ ଚୁକ୍ତିବଦ୍ଧ ହେଇଥିବାରୁ ଆମକୁ ସ୍ୱୀକୃତି ଦିଆଯାଉଛି। ଆଉ ଆମେ ଠିକ୍ ସେହି ଶ୍ରେଣୀର ଲୋକ ଖୋଜୁଛୁ। ଓଡ଼ିଆ ସାହିତ୍ୟର ଜୀଅନ୍ତା ସାଧକମାନେ ହୁଏତ କହିପାରନ୍ତି-ଏଥିରେ ଆମର କହିବାର କିଛି ନାହିଁ। କାହାକୁ କିଏ କ'ଣ ପୁରସ୍କାର କି ସ୍ୱୀକୃତି ଦେବ ସେହି ବିଷୟରେ ଅପରର ମତାମତ ଦରକାର କାହିଁକି? ଏହାର ମଧ୍ୟ ଉତ୍ତର ଦରକାର। ମୋର ଇଚ୍ଛା ହେଲା ମୁଁ ଗୁଇନ୍ଦାଗିରି କରି ଚଳିବି ଅବା ପକେଟମାର ହେବି ନଇଲେ ସ୍ୱପ୍ନରେ ଠାକୁର ପାଇଛି ବୋଲି କହି ପୂଜା କରିବି? ତମର ଏଥିରେ କ'ଣ ଅଛି? କିଛି ନାହିଁ ବୋଲି ଯଦି ତମମାନଙ୍କର ମତ ତାହାହେଲେ ସାହିତ୍ୟିକ ପୁଲିସ ସାହେବ ଶ୍ରୀ ଦୁର୍ଗାମାଧବ ମିଶ୍ରଙ୍କୁ ପଚାରୁ ନାହିଁ ସେ କାହିଁକି ଯାଇ ଅଶ୍ଳୀଳ ଲେଖା ପାଇଁ ମକଦ୍ଦମା ଦାଏର କରି ଦୋଷୀକୁ ଦଣ୍ତ ଦିଆଉଛନ୍ତି। ସାହିତ୍ୟିକ ନନ୍ଦିନୀ ଦେବୀଙ୍କୁ ପଚାରୁ ନାହିଁ କ'ଣ ପାଇଁ ତାଙ୍କରି ଶାସନରେ କୋରାପୁଟର ପୁଲିସ ଡି. ଏସ. ପି. ଶ୍ରୀ କୁମାର ମହାନ୍ତିଙ୍କ ବିଷୟରେ ସାହିତ୍ୟିକ ଦୃଷ୍ଟି କୋଣ ପାଇଁ ତଦାରଖ ହେଲା? ସାହିତ୍ୟିକ ସରଳା ଦେବୀ କ'ଣ ପାଇଁ ଶୋଭନ ସାହିତ୍ୟର ନେତା କୁମାର ରାୟଙ୍କୁ ନ ପଚାରି ବିପଥଗାମୀ ସାହିତ୍ୟ ବିଷୟରେ ଆନ୍ଦୋଳନ କରୁଛନ୍ତି? ସାହିତ୍ୟିକ ଡକ୍ଟର କୃଷ୍ଣଚରଣ ବେହେରା କ'ଣ ପାଇଁ ନଗ୍ନ ଗଳ୍ପ ପାଇଁ ବିଭାଗୀୟ ଭର୍ତ୍ସନା ପାଇଲେ-? ସାହିତ୍ୟରେ ମଧ୍ୟ ମତାମତ ଅଛି। ଯେ ଯାହା ଲେଖିଲା ସେଥିପାଇଁ ସେ ଦଣ୍ତ ଓ ପୁରସ୍କାର ପାଇବାର ଉପଯୁକ୍ତ। କାରଣ ତାହାର ଲେଖା ପ୍ରକାଶ ପାଇଛି। ସେ ନିଜର ସ୍ୱାଗତ ଉକ୍ତିକୁ ନେଇ ପ୍ରଚାର କରିଛି। ତେଣୁ ମତାମତ ଦେଲେ ମତାମତ ଶୁଣିବାର ସତ୍ ସାହସ ଥିବା ମଧ୍ୟ ଦରକାର। ସାହିତ୍ୟର ବୟସ ନାହିଁ। ଶ୍ଳୀଳତା ଓ ଅଶ୍ଳୀଳତା ନାହିଁ। ସ୍ୱାଧୀନତାର ଧାରା ଅଛି। ଏହି ମତ ସହିତ ଓଡ଼ିଶାର ସାହିତ୍ୟିକ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କର ପ୍ରାଇଭେଟ ସେକ୍ରେଟାରୀ ସାହିତ୍ୟିକ ସୀତାକାନ୍ତ ମହାପାତ୍ର କ'ଣ ଏକମତ? ସାହିତ୍ୟ ନାଆଁରେ ସାହିତ୍ୟିକକୁ ଥୋପି ମାଡ଼ ହେଲାବେଳେ ଏମାନେ ସାହିତ୍ୟିକର ସ୍ୱାଧୀନତା ପାଇଁ କ'ଣ କରିଥିଲେ? ଏହି ପ୍ରଶ୍ନ ଆଜି ପଚରାଯାଉ ଭାରତ ସରକାରଙ୍କର ଅଭିନନ୍ଦିତ ଓଡ଼ିଆ ସାହିତ୍ୟିକମାନଙ୍କୁ-ଗୋପୀନାଥଙ୍କଠାରୁ ମନୋଜଙ୍କ ପର୍ଯ୍ୟନ୍ତ। ଚଉବନ ମସିହାରୁ ତେସ୍ତରୀ ମସିହାଯାଏ ଏହି ପ୍ରକଟ ସାହିତ୍ୟିକ ଓ ଅପ୍ରକଟ ସାହିତ୍ୟିକ ଯୋଗୀମାନେ ଓଡ଼ିଆ ସାହିତ୍ୟର ସାହିତ୍ୟିକମାନଙ୍କର ମତ ପ୍ରକାଶର ସ୍ୱାଧୀନତାର ରକ୍ଷା ପାଇଁ କିଏ କେଉଁଦିନ କେଉଁଠି କି ପ୍ରକାରରେ ପ୍ରତିବାଦ କରିଥିଲେ? ଯଦି କରି ନ ଥାନ୍ତି ତାହାହେଲେ ଆମେ ପାଠକମାନେ ଏମାନଙ୍କୁ ଗୋଲାମ ସାହିତ୍ୟିକ କହିଲେ